କାରଣ ଏ ପର୍ଯ୍ୟନ୍ତ ବି ଅପରାଧୀ ଦଳର ଅନୁଚରମାନେ ରୀତା ଦେବୀଙ୍କ ସନ୍ଧାନରେ ଘୁରି ବୁଲୁଛନ୍ତି। ତା ପରେ ସେହି ରାସ୍ତାରେ କୌଣସି ପ୍ରତିବନ୍ଧକର ଆଶା ରଖିବ ନାହିଁ। କାରଣ ଏହି କେତେଦିନ ତଳେ ନିଜେ ଦସ୍ୟୁ ଅଜୟ ଆମକୁ ସେହି ରାସ୍ତାର ନକ୍ସା ଦେଇଛି। କାରଣ ଆମେ ଶେଷ ମୁହୂର୍ତ୍ତରେ ତାକୁ ଯେମିତି ଅବିଶ୍ୱାସ ନ କରୁ। ଏତକ ସମାପ୍ତ କରି ଲୀଳା ଗୋଟାଏ ସ୍କେଚ୍ ଦଳପତିଙ୍କ ହାତକୁ ବଢ଼ାଇ ଦେଇ କହିଲା-ଏହି ସ୍କେଚ୍ ନେଇ ଆମେ ସେଠାକୁ ଯାଇଥିଲୁ। ଆଉ ସେଠାରେ, ମାନେ ଆମେ ଯେଉଁ ରାସ୍ତାରେ ଯାଇଥିଲୁ, ଠିକ୍ ରୀତା ଦେବୀ ଯେଉଁ ଘରେ ଅଛନ୍ତି ସେଠାରେ ପହଞ୍ଚିଲୁ-। ମାନେ, ଭିତରକୁ କେଉଁଭଳି ପ୍ରବେଶ କରିବାକୁ ହେବ ଆଉ ସେହି ସ୍ଥାନର ବିଶେଷତ୍ୱ କଣ, ଏହା ଆମକୁ ତଦନ୍ତକାରୀ ଅଫିସର ଜଣକ ବିଶେଷ ଭାବରେ ଜଣାଇ ଦେଇଥିଲେ। ସେହି ସୂତ୍ର ଅନୁଯାୟୀ ଆମେ ଯେଉଁ କୋଠରିରେ ପ୍ରବେଶ କଲୁ, ତାହାର ବିପରୀତ ପାର୍ଶ୍ୱସ୍ଥ କୋଠରିରେ କେତେ ଜଣ ଲୋକଙ୍କର ପାଟିତୁଣ୍ଡ ଶୁଣିବାକୁ ପାଇ ମୋତେ ନିରବ ରହିବାକୁ ତୁଷାରକାନ୍ତି ନିର୍ଦ୍ଦେଶ ଦେଲେ। ସେମାନେ ଆଜି ସନ୍ଧ୍ୟାରେ, ମାନେ ପାଞ୍ଚଟା ପରେ ସେଠାରେ ଏକତ୍ରିତ ହୋଇ କେମିତି କେଉଁଭଳି ଭାବରେ ଆମମାନଙ୍କୁ ଆକ୍ରମଣ କରିବେ, ତାହାରି ଯୋଜନା କରିବେ ବୋଲି ଶୁଣି ପାରିଲୁ। କାରଣ ଯେଉଁ ବ୍ୟକ୍ତିଟି ଏହା ଶୁଣାଉଥିଲା, ସେହି ବ୍ୟକ୍ତିର କଣ୍ଠସ୍ୱରରେ ମୋର କେମିତି ସନ୍ଦେହ ଆସିଲା। ମାନେ ସେ ଯେତେ ତାର ସ୍ୱର ଛପାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ଯେ ଧନୀରାମ ର କଣ୍ଠସ୍ୱର, ଏଥିରେ ମୋର ଆଉ ସନ୍ଦେହ ନ ଥିଲା। ତା ପରେ ତୁଷାରକାନ୍ତିଙ୍କ ନିର୍ଦ୍ଦେଶରେ ଫେରି ଆସିଲୁ। କିନ୍ତୁ ସେତେବେଳେ ତୁମେ ଏ ସମ୍ବାଦ ଜଣାଇଲ ନାହିଁ କାହିଁକି? ଆପଣ ସେତେବେଳେ ଏଠାରେ ନ ଥିବାର ସମ୍ବାଦ ଆମେ ଜାଣିପାରିଥିଲୁ। ଟେଲି-କମ୍ୟୁନିକେସନ୍ ଯୋଗେ ଏ ସମ୍ବାଦ ଜଣାଇବାର ସାହସ ଆମର ନ ଥିଲା। କାରଣ ଯିଏ ଏହି ସମ୍ବାଦ ରିସିଭ୍ କରିବ, ସେ ଯେ ଧନୀରାମର ଗୁପ୍ତ ଅନୁଚର ହୋଇ ନ ଥିବ ତୁମେ ଠିକ୍ କରିଛ, ଲୀଳା। ତା ପରେ ଆମର ସିକ୍ରେଟ୍ ସେଣ୍ଟର ଦୁଇକୁ ଫେରିଆସି ସେ ବିଷୟରେ ଆଲୋଚନା କଲୁ। ଆମର ଧାରଣା ହେଲା ସେମାନେ ଯାହା କରିବେ, ସାତଟାବେଳେ ଅଥବା ତାର କିଛି ସମୟ ପୂର୍ବରୁ ତେଣୁ ପାଞ୍ଚଟା। ବେଳେ ଆଉ ଥରେ ସେହି ଗୁପ୍ତଦ୍ୱାର ଦେଇ ତା ଭିତରେ ପ୍ରବେଶ କରି ଘଟଣା କଣ ଅନୁଧ୍ୟାନ କରି ଆସିବା ପରେ ଆମେ ଏଠାକୁ ଫେରିବୁ। କାରଣ ପରିଚାଳନା-ନିର୍ଦ୍ଦେଶକଙ୍କ ବିଷୟରେ ଡ: ତୁଷାରକାନ୍ତି ଗଭୀର ସନ୍ଦିହୀନ ହୋଇ ପଡ଼ିଥିଲେ। ସେ ବିଷୟରେ ଏରୋଡ୍ରମରେ କୌଣସି ରେଜିଷ୍ଟ୍ରେସନ ଅଛି କି ନାହିଁ, ତାହା ଜାଣିପାରି ନ ଥିଲୁ। ସେଥିପାଇଁ ପୁଣି ପାଞ୍ଚଟା ପରେ ଆମେ ଯାଇଥିଲୁ। କିନ୍ତୁ ସତର୍କ ଭାବରେ ଆମକୁ ଯିବାକୁ ପଡ଼ୁଥିବାରୁ ସେଠାରେ ପହଞ୍ଚୁ ପହଞ୍ଚୁ ଆମର ଯଥେଷ୍ଟ ବିଳମ୍ବ ହୋଇ ଯାଇଥିଲା ସେତେବେଳେ ସେମାନଙ୍କର ସମସ୍ତ ସଦସ୍ୟ ବୋଧହୁଏ ଉପସ୍ଥିତ ହୋଇ ଉପସ୍ଥିତ ହୋଇ ଯାଇଥିଲେ। କେବଳ ଏତିକି ଜାଣିପାରିଲୁ, ଧନୀରାମ କହୁଥିଲା-ଆମର କର୍ମଚାରୀଗଣ କଣ୍ଟ୍ରୋଲରୁମ ତରଫରୁ କୌଣସି ବାଧା ପାଇବେ ନାହିଁ। ଆଉ ସେହି ଦଳର ସଦସ୍ୟମାନେ ଯେମିତି ପଳାଇ ଯାଇ ନ ପାରିବେ, ତାର ବ୍ୟବସ୍ଥା ସେ କରିଦେବେ। ଭିତରେ ବିପଦର ଆଶଙ୍କା କିଛି ନାହିଁ। କାରଣ ବାହାରୁ ଏଭଳି ଷଡ଼ଯନ୍ତ୍ରର ସମ୍ବାଦ ସେମାନେ